ସେମାନେ ଇଚ୍ଛା କଲେ ତ! ତା ଜାତି ଲହୁ ଝାଳ ବୁହାଇ ଟାଙ୍ଗର ଭୂମି କର୍ଷଣ କରୁଛନ୍ତି, ବୀଜବପନ କରୁଛନ୍ତି ଫଳ-? ଫଳ ତାଙ୍କ ହାତରେ ନାହିଁ। ଫଳ ରହୁଛି ଅଦିତୀ ପୁତ୍ରଙ୍କ ହାତରେ। ଇନ୍ଦ୍ର ଠିକ୍ ସମୟରେ ମେଘ ବର୍ଷିବାର ବ୍ୟବସ୍ଥା କରୁନାହିଁ, କିମ୍ୱା ପବନ ଯଥା ଭାବେ ବହୁ ନାହିଁ। ଯେତେବେଳେ ଶସ୍ୟକ୍ଷେତ୍ରରେ ବୃକ୍ଷମାନେ ଗର୍ଭବତୀ, ଫଳବତୀ ହେଉଛନ୍ତି–ଫୁଲର ମହକରେ ସମସ୍ତ ଦୈତ୍ୟ ଜାତି ଆନନ୍ଦ ବିଭୋର ହୋଇ ଉଠୁଛି, ସେତିକିବେଳେ ଦେବତାମାନଙ୍କର କୂଟ ଆରମ୍ଭ ହୋଇଯାଉଛି। ଭୟଙ୍କର ମେଘ ପବନରେ ବୁଭୁକ୍ଷିତ ଦୈତ୍ୟ ଜାତି ସମସ୍ତ ଆଶା ଭରଷା ଶୂନ୍ୟେ ଶୂନ୍ୟେ ମିଳାଇଯାଉଛି। ଦୈତ୍ୟ ଜାତିର ସମସ୍ତ ପରିଶ୍ରମ କେଇଟି ମୁହୂର୍ତ୍ତରେ ଶୂନ୍ୟ ହୋଇଯାଉଛି। କାହିଁକି? କାହିଁକି ଏ ଅନ୍ୟାୟ–କାହିଁକି ଏ ଅତ୍ୟାଚାର? ଚିରଦିନ କଣ ଦୈତ୍ୟଜାତି ଦୁଃଖ ଶୋକରେ ସଢ଼ିବ? ସେଥିପାଇଁ ବଳୀ ଯୁଦ୍ଧ ଘୋଷଣା କରିଛି–ସମସ୍ତ ଦେବତାଙ୍କୁ ସାମାନ୍ୟ ଶ୍ରମରେ ପ୍ରରାଭୂତ ମଧ୍ୟ କରିଛି। କିନ୍ତୁ ସେତିକିରେ କଣ ଦୈତ୍ୟଜାତି ବଞ୍ଚି ପାରିବ? ସେଥିପାଇଁ ସେ ଧାଇଁ ଚାଲିଛି ବୈକୁଣ୍ଠପୁର ଆଡ଼େ। ଦୈତ୍ୟଙ୍କ କଥା କିଏ ପଚାରେ, ଦେବତାମାନେ ମଧ୍ୟ ସେପୁରକୁ ମନ ଇଚ୍ଛାରେ ପ୍ରବେଶ କରିବାର ଅଧିକାର ନାହିଁ। ଏତେ ଧାଇଁ ଧାଇଁ ବଳୀ ଯେତେବେଳେ ଉପସ୍ଥିତ ହେଲା ବୈକୁଣ୍ଠ ଦ୍ୱାରଦେଶରେ, ତାର ଦ୍ରୂତଗତି ପୂରାପୂରି ବନ୍ଦ ହୋଇଗଲା। ବିଜୟୀ ବଳୀଠାରୁ ମହାବଳବାନ ଦୁଇଜଣ ବ୍ୟକ୍ତି ସେ ଦ୍ୱାରରେ ଦଣ୍ଡାୟମାନ। ସେମାନେ ତୀକ୍ଷ୍ଣ ଅସ୍ତ୍ର ଧାରଣ କରି ସେଠାରେ ସଦା ସତର୍କ। ତାଙ୍କର ସ୍ୱରୂପ ଦେଖି ବଳୀର ମନେହେଲା ସମସ୍ତ ଦେବାସୁରଙ୍କ ପୁଞ୍ଜିଭୂତ ଶକ୍ତି ଯେପରି ତାଙ୍କରି ବାହୁରେ ଠୁଳା କି ପାର୍ଥିବ ଶକ୍ତିରେ ସେ ତାଙ୍କୁ ପରାଭୂତ କରିପାରିବ? ଅନେକଥର ଶୁଣିଛି ସେହି ଦ୍ୱାରପାଳ ଦ୍ୱୟଙ୍କ ବିଷୟରେ ଅନ୍ୟଙ୍କଠାରୁ। ଅନେକ ଥର ତା ଜାତି ହୀନବଳ ଦେବତାଙ୍କୁ ପରାସ୍ତ କରିଛି ସତ, କିନ୍ତୁ ପାରିନାହିଁ ସ୍ୱର୍ଗର ମୁକୁଟ ବୈକୁଣ୍ଠ ଜୟକରି। ବୈକୁଣ୍ଠକୁ ଜୟ ନ କଲେ ଦେବତାଙ୍କୁ ଜୟ କରିବା ନିରର୍ଥକ। ପାଣିରେ ଯେଉଁଭଳି ଗାରଟିଏ ଟାଣିଲେ ସଙ୍ଗେ ସଙ୍ଗେ ତାହା ଲିଭିଯାଏ, ସେହିଭଳି ଦେବତାଙ୍କୁ ଜୟ କଲେ କଣ ହେବ, ବୈକୁଣ୍ଠ ପତିଙ୍କ ଆଗମନରେ ସମସ୍ତ ଜୟ, ପରାଜୟରେ ପର୍ଯ୍ୟବେଶିତ ହୁଏ। ତାହା ହେଲେ ବଳୀର ସମସ୍ତ ଶ୍ରମ କଣ ବ୍ୟର୍ଥ ହେଲା? ଉପାୟ? ଉପାୟ କାହିଁ? ଜୟ ବିଜୟର ନିଶାଣ ଧରି ଯେଉଁ ଦୁଇ ବ୍ୟକ୍ତି ଦଣ୍ଡାୟମାନ ତାଙ୍କୁ ପରାଜିତ ବା ବଶୀଭୂତ କେଉଁ ଭାବେ କରିହେବ? ଚକ୍ରାକାର ଘୂର୍ଣ୍ଣାୟମାନ ଜୟ ବିଜୟଙ୍କ ଚକ୍ଷୁ ବଳୀ ଆଡ଼କୁ ଲକ୍ଷ୍ୟକରିବା ମାତ୍ରେ ବଳୀ ନତ ମସ୍ତକ ହୋଇ ତାଙ୍କୁ ପ୍ରଣତି ଜ୍ଞାପନ କଲା। ଜୟ ବିଜୟ ପ୍ରଶ୍ନ କଲେ କସ୍ତୁଂ? ବିଜୟୀ ବଳୀ ନତ ମସ୍ତକ ହୋଇ ଉତ୍ତର ଦେଲା 'ପ୍ରହ୍ଲାଦ ପୌତ୍ର ଅହସ୍'। ଉଦ୍ଧତ ଦର୍ପୀଙ୍କ ଦର୍ପ ନିରୋଧ ପାଇଁ ଜୟ ବିଜୟ ଯୁଗ ଯୁଗ ଧରି ନାରାୟଣଙ୍କ ଦ୍ୱାର ଦେଶରେ ଦଣ୍ଡାୟମାନ। ମାତ୍ର ଭକ୍ତଙ୍କ ପାଇଁ? ତୁମେ କଣ ପ୍ରହ୍ଲାଦର ପୌତ୍ର ଏବଂ ଭକ୍ତ ବିରୋଚନର ପୁତ୍ର? ହଁ ଭବାନ୍। ବଳୀର ପରିଚୟ ପ୍ରାପ୍ତ ହେବାମାତ୍ରେ ତଦଣ୍ଡ ପଥରୁଦ୍ଧକାରୀ ଜୟ ବିଜୟ ଅପସର ଗଲେ ନାରାୟଣ ଦର୍ଶନାଭିଳାସୀ ବ୍ୟକ୍ତିଙ୍କ ସମ୍ମୁଖରୁ। ବଳୀ ନିର୍ଦ୍ଦୋନ୍ଦରେ ବୈକୁଣ୍ଠ ପୁର ମଧ୍ୟକୁ ଆଗେଇ ଚାଲିଲା। ଯେଉଁଠି ଦେଶ ଅହମିକାର ସ୍ଥାନ ନାହିଁ, ସେଠାରେ କିଭଳି ଯିବାକୁ ହୁଏ ସେ ତା ପିତା ଦାର୍ଶନିକ ବିରୋଚନଠାରୁ ଶୁଣିଛି–ଶୁଣିଛି ଅନେକ ଥର